ଚିନ୍ତାମଣିଶ୍ୱର ଶିବ ମନ୍ଦିର ଏକ ହିନ୍ଦୁ ମନ୍ଦିର ଯାହା ଭଗବାନ ଶିବଙ୍କୁ ସମର୍ପିତ କରାଯାଇଛି। ଏହା ଭାରତରେ ଭୁବନେଶ୍ୱର, ତଥା ଓଡ଼ିଶାର ରାଜଧାନୀରେ ଅବସ୍ଥିତ। ଏହା ପୁରୁଣା ଷ୍ଟେସନ ବଜାର ନିକଟସ୍ଥ କଟକ-ପୁରୀ ରୋଡ ଠାରୁ ଖୁବ ଅଳ୍ପ ଦୂରତାରେ ଚିନ୍ତାମଣିଶ୍ୱର ରୋଡରେ ସ୍ଥାପିତ। ମନ୍ଦିରର ମୁଖ ପଶ୍ଚିମ ଦିଗରେ କରାଯାଇଛି ଏବଂ ଏହାର ନିହିତ ଦେବତା ଶିବ ଲିଙ୍ଗଙ୍କ ସହିତ ଯୋନୀପୀଠ ଅଟେ। ଏହା ଏକ ଚଉଦ ତମ ସେଞ୍ଚୁରୀ ଡି. ପୁରାତନ ମନ୍ଦିର ଅଟେ। ସ୍ଥାନୀୟ କିମ୍ବଦନ୍ତୀ ଅନୁସାରେ ଏହି ମନ୍ଦିର କେଶରୀ ମାନଙ୍କ ଦ୍ୱାରା ନିର୍ମାଣ କରାଯାଇଥିଲା। ବିଭିନ୍ନ ଧାର୍ମିକ ପର୍ବ ତଥା ଶିବରାତ୍ରି, ଶିବ ବିବାହ, ଜଳାଶୟ, ରୁଦ୍ରାଭିଷେକ, ଇତ୍ୟାଦି ଏଠାରେ ପାଳନ କରାଯାଏ। ଏହା ବ୍ୟତୀତ ବିବାହ, ବ୍ରତ ଆଦି ପୂଜା ଅର୍ଚ୍ଚନା କରାଯାଏ। ଯୋଜନା ହିସାବରେ ଏହା ଏକ ବର୍ଗାକାର ପବିତ୍ର ସ୍ଥଳ ଏବଂ ଏହାର ବିମାନ ରେଖା କୃତି ଅଟେ। ତଳ ଭାଗରୁ ଉର୍ଦ୍ଧ ଭାଗ ପର୍ଯ୍ୟନ୍ତ ମନ୍ଦିରରେ ଏକ ବଡ଼ା, ଗଣ୍ଡି ଏବଂ ମସ୍ତକ ଅଛି। ଏଥିରେ ପାଞ୍ଚ ଗୁଣ ପଞ୍ଚାଙ୍ଗ ଓ ମୂଳ ପଭାଗ ତଥା ଖୁରା, କୁମ୍ଭ, ପଟ, କାନି ଏବଂ ବସନ୍ତ ଅବସ୍ଥିତ। ମନ୍ଦିରର ଖୁରା ଭାଗ ଆଂଶିକ ଭାବେ ପୋତା ଯାଇଛି। ବନ୍ଧନ ଦ୍ୱାରା ଜଙ୍ଘକୁ ତିନୋଟି ଢଳାଇ ଦ୍ୱାରା ନିର୍ମାଣ କରାଯାଇଛି, ଯାହା ତଳ ଜଙ୍ଘ ଏବଂ ଉପର ଜଙ୍ଘ ରୂପେ ବିଭାଜିତ ଓ ବାରଣ୍ଡା ସାତୋଟି ଢଳାଇ ଦ୍ୱାରା ନିର୍ମିତ। ଗଣ୍ଡି ଭାଗ କୌଣସି ପ୍ରକାର କଳାକୃତିରୁ ବଞ୍ଚିତ ନୁହେଁ ଓ ଓଡ଼ିଆ ମନ୍ଦିର ପରି ଏହାର ମସ୍ତକରେ ବେକି, ଅମଲାକ, ଖପୁରି ଏବଂ କଳସ ଅବସ୍ଥିତ। ପୂର୍ବ ପକ୍ଷରେ ଚାରି ଭୁଜଧାରୀ କାର୍ତ୍ତିକେୟଙ୍କ ଚିତ୍ର ପ୍ରତିଷ୍ଠିତ। ତାଙ୍କର ବାମ ପାର୍ଶ୍ୱରେ ବରଦମୁଦ୍ରା ଓ ଡାହାଣ ହସ୍ତରେ ଏକ ଗଦା ଅଛି। ତାଙ୍କର ପଛରେ ଥିବା ବାମ ହସ୍ତରେ ଏକ କୁକୁଡ଼ା ଓ ଡାହାଣ ହସ୍ତ ଏକ ମୟୂରର ମୁଣ୍ଡ ଉପରେ ଅଛି। ଦକ୍ଷିଣ ପାର୍ଶ୍ୱ ଘରେ ଚାରି ହସ୍ତ ସଶସ୍ତ୍ର ସଶସ୍ତ୍ର ଗଣେଶଙ୍କ ଚିତ୍ର ଅବସ୍ଥିତ, ତାଙ୍କର ମୁଖ୍ୟ ଡାହାଣ ହସ୍ତରେ ମାଳା ଏବଂ ବାମ ହସ୍ତରେ ମୋଦକ ପତ୍ର ଧାରଣ କରିଛନ୍ତି। ଏହାଙ୍କର ପଛରେ ଥିବା ଡାହାଣ ହସ୍ତରେ ଏକ ଅଙ୍କୁଶ ସହିତ ବାମ ହସ୍ତରେ ଭଙ୍ଗା ହାତୀ ଦାନ୍ତ ପ୍ରଦର୍ଶିତ। ଉତ୍ତର ପାର୍ଶ୍ୱରେ ଦେବୀ ପାର୍ବତୀଙ୍କ ମୂର୍ତ୍ତି ସ୍ଥାପନ କରାଯାଇଛି। ବଡ଼ାର ତଳ ଜଙ୍ଘ ଓ ଉପର ଜଙ୍ଘ ବିଭିନ୍ନ ପ୍ରକାର ଖାଖରା ମୁଣ୍ଡି ଓ ପିଢ଼ା ମୁଣ୍ଡି ସହିତ କଳାକୃତି କରାଯାଇଛି। ବେକି ଶେଷ ପର୍ଯ୍ୟାୟରେ କଣିକା ପଗ ଉପରେ ଏକ ଦେଉଳ ଚାରିଣୀ ସ୍ଥାପିତ, ଯେଉଁଠି କି ରାହା ପଗାର ଉପର ପଟ ମଝିରେ ଚାରି ଭୁଜା ଦେବତ୍ୱ ଅବସ୍ଥିତ। କପାଟର ଆଧାର ଦୁଇଟି ଖାଖରା ମୁଣ୍ଡି ଦ୍ୱାରା ଦୁଇ ପାର୍ଶ୍ୱରେ ଖୋଦା ଯାଇଛି। କପାଟର ଡାହାଣ ପାର୍ଶ୍ୱରେ ଚାରି ଭୁଜା ଗଣେଶ ସ୍ଥାପିତ। ଦେବତା ତଳମୁଖୀ ବାମ ଓ ଡାହାଣ ହସ୍ତରେ ଏକ ପରଶୁ ଓ ମାଳା ଏବଂ ଉପର ବାମ ହସ୍ତରେ ମୋଦକ ପତ୍ର ଓ ଖଣ୍ଡିତ ହାତୀ ଦାନ୍ତ ତଳ ବାମ ହାତରେ ଶୋଭା ପାଉଛି। ଏହା ଏକ ମନ୍ଦିର ପୋଖରୀ ଯାହା ମନ୍ଦିର ପ୍ରାଙ୍ଗଣରେ ଅବସ୍ଥିତ। ସ୍ଥାନୀୟ ଲୋକଙ୍କ ଅନୁସାରେ ଏହା କେଶରୀ ବଂଶଜଙ୍କ ଦ୍ୱାରା ଖୋଳା ଯାଇଥିଲା। କାର୍ତ୍ତିକ ପୂର୍ଣ୍ଣିମା ଓ ଶ୍ରାବଣ ପୂର୍ଣ୍ଣିମା ଏଠାରେ ପାଳନ କରାଯାଏ। ଏହା ଭୂମିତଳ ପାଣି ଦ୍ୱାରା ପ୍ରାକୃତିକ ରୂପେ ଭରି ହୋଇ ରହିଥାଏ, ଯାହା ଦ୍ୱାରା ଏହାର ପାଣି ସ୍ତର ବର୍ଷା ବର୍ଷସାରା ଏକ ସମାନ ଭାବରେ ରହିଥାଏ। ଅତ୍ୟାଧିକ ପାଣି ପୂର୍ବ ପାଚେରୀର ଏକ ରାସ୍ତା ମାଧ୍ୟମରେ ନିଷ୍କାସିତ ହୋଇଥାଏ।